ପ୍ରାୟ ମିନିଟକ ପରେ ପଛ କାର୍ଟା ଷ୍ଟାର୍ଟ ହେବାର ଶବ୍ଦ ଶୁଣାଗଲା। ସେଇ ଘନ ଅନ୍ଧାର ଭିତରେ ଗୋଟିଏ ଗଳି ରାସ୍ତାରେ ସେ ଅଦୃଶ୍ୟ ହୋଇଗଲା କେଉଁଆଡ଼େ। ରାସ୍ତାମଝିରେ ପଡ଼ିରହିଲା ଆଗରେ ଆସୁଥିବା ଦାମୀକା କାର୍ଖଣ୍ଡି। ବର୍ଷା ଅସରା ଅସରା ହୋଇ ଅଜାଡ଼ି ପଡ଼ୁଥିଲା, ନିର୍ଜନ ମହାନଗରୀର ସୁପ୍ତ ଦେହ ଉପରେ। ମାନସପୁରୀ ବିଶାଳ ପ୍ରାସାଦୋପମ ଅଟ୍ଟାଳିକା। ଗାଢ଼ ଅନ୍ଧାରର ଆସ୍ତରଣ ଯେପରି ଶହେ ପ୍ରସ୍ତ କରି ଘେରି ରହିଛି ଅଟ୍ଟାଳିକାକୁ। ଘମାଘୋଟ ଅନ୍ଧକାର ଭିତରେ ସତ୍ତା ହରାଇଛି ପ୍ରକାଣ୍ଡ ଅଟ୍ଟାଳିକାଟି। ଘୋର ବର୍ଷା ଅଜାଡ଼ି ହୋଇ ପଡ଼ୁଛି ତା'ର ଉପରେ। ସଦର ଫାଟକଟା ଖୋଲା ଅଛି-। ଅଟ୍ଟାଳିକାର ସମସ୍ତ କୋଠରୀ ଅନ୍ଧାର। କେବଳ ଗୋଟିଏ ସୁସଜ୍ଜିତ ପ୍ରକୋଷ୍ଠରେ କ'ଣ ଗୋଟିଏ ବହି ପଢ଼ୁଛନ୍ତି ମିସେସ୍ ପାତ୍ର। ମିସେସ୍ ପାତ୍ରଙ୍କ ବୟସ ବେଶୀ ନୁହେଁ। ପଚିଶି, ଛବିଶି ଯାଏ ହେବ। ଦେଖିବାକୁ ସୁ-ଶ୍ରୀସମ୍ପନ୍ନା। ଦେହ, ଗୋରା, ପାତଳା। ମସ୍ତକର କୁଞ୍ଚିତ କେଶର କେଇଟି ଗୁଚ୍ଛ କାନ ମୂଳରେ ଝୁଲିପଡ଼ି ମୁଖ ଶୋଭାକୁ ଦୁଇଗୁଣ ବଢ଼ାଇ ଦେଉଛି। ବାହାରେ ଅବିରାମ ବର୍ଷା। କାଚ ଝରକା ଦେଇ ବାହାରକୁ ଚାହିଁଲେ ମିସେସ୍ ପାତ୍ର। କିଛି ଦିଶୁନାହିଁ; ଖାଲି ବହୁଦୂରରେ କେତୋଟି ଆଲୋକ ଖୁଣ୍ଟି ମିଞ୍ଜି ମିଞ୍ଜି ହୋଇ ଦିଶି ଯାଉଛି। କ'ଣ ଭାବି ଝରକା ଆଡ଼ୁ ମୁହଁ ଫେରାଇ ଆଣି ବସିଲେ ସେ। ମନରେ ତାଙ୍କର ଗୋଟିଏ ଚିନ୍ତା-''ମିଷ୍ଟର ପାତ୍ର ଏତେବେଳ ଯାଏ ଗଲେ କୁଆଡ଼େ? '' ମି: ପାତ୍ର ସହରର ଧନାଢ଼୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ। ପୁରୁଷାନୁକ୍ରମରେ ସେ ମଣିମାଣିକ୍ୟର ବ୍ୟବସାୟ କରନ୍ତି। କୋଟି କୋଟି ଟଙ୍କାର କାରବାର। କାରଖାନାରେ ଅନ୍ତତଃ ଶହେରୁ ଅଧିକ କାରୀଗର କାମ କରନ୍ତି। ମୋଟା ମୋଟି ହିସାବ ନେଇ ଦେଖିଲେ ଅନୁମାନ କରିହୁଏ, ମି: ପାତ୍ର କୋଟିପତି। ତା'ଛଡ଼ା ବହୁ ମୂଲ୍ୟବାନ ହୀରା ଓ ଜହରତ୍ର ଅଧିକାରୀ ମଧ୍ୟ। ମି: ପାତ୍ର ନିତି କାରଖାନାର କାର୍ଯ୍ୟ ପରିଦର୍ଶନ କରିବାକୁ ଯାଆନ୍ତି। ଅବଶ୍ୟ ରାତି ଆଠଟା କିମ୍ବା ନଅଟା ବେଳକୁ ଫେରି ଆସନ୍ତି। ଆଜି ଏତେ ରାତି ହେଲାଣି, କିନ୍ତୁ କାହିଁ ସେ ତ ଫେରୁ ନାହାନ୍ତି? ଏଥିପାଇଁ ମିସେସ୍ ପାତ୍ର ଚିନ୍ତିତା। ପ୍ରାସାଦରେ ଚାକର ପୁଝାରୀ ଯେ ଯୁଆଡ଼େ ଶୋଇ ପଡ଼ିଥିଲେ ବି ମିସେସ୍ ପାତ୍ର ତାଙ୍କର ବାଟ ଚାହିଁ ବସିଛନ୍ତି। ''ଠନ୍ କାନ୍ଥ ଘଡ଼ିରେ ଗୋଟାଏ ବାଜିଲା। ଘଡ଼ି ଆଡ଼କୁ ଥରେ ଚାହିଁ ଦେଇ ବଡ଼ ଅସହିଷ୍ଣୁ ହୋଇ ପଡ଼ିଲେ ସେ। ଚୌକୀ ଉପରେ ଅଳସ ଭାଙ୍ଗି ଟେବୁଲ ଉପରୁ ଫୋନ୍ ଉଠାଇ ଧରିଲେ, ତାଙ୍କ ଜୁଏଲାରୀ କାରଖାନାକୁ-''ହ୍ୟାଲୋ! '' '' ହଁ, ମୁଁ ମ୍ୟାନେଜର। '' '' ମି: ପାତ୍ର! '' ''ଆଶ୍ଚର୍ଯ୍ୟ! ସେ ତ ସାଢ଼େ ଦଶଟା ବେଳୁ ଗଲେଣି। '' ''ତେବେ? ଆଉ କୁଆଡ଼େ ଯିବାର ଥିଲା କି? '' 'ନା, ମୁଁ। କହି ପାରିବିନି ସେକଥା। '' ''ଆଚ୍ଛା! '' ଚିନ୍ତିତ ହୋଇ ଫୋନ୍ଟାକୁ ଥର ଥର ହାତରେ ରଖି ଦେଲେ ମିସେସ୍ ପାତ୍ର। ବାହାରେ ବର୍ଷା ତୋଫାନର ବେଗଠାରୁ ତାଙ୍କ ଚିନ୍ତାର ଝଡ଼ ଆହୁରି ବେଶୀ। ''ମି: ପାତ୍ର କାରଖାନାରେ ନାହାନ୍ତି? ତେବେ ଗଲେ କୁଆଡ଼େ? ଯେତେ ଯାହା ହେଲେ ବି ଫେରି ଆସିବାର କଥା। ସାଙ୍ଗରେ ପୁଣି କାର୍ ଥିଲା! କୌଣସି ବନ୍ଧୁ ଘରେ ରହିବାର ହୋଇଥିଲେ ଖବର ଦେଇଥାନ୍ତେ ନିଶ୍ଚୟ। ଆଉ କ'ଣ କିଛି? ' ଆଶଙ୍କାରେ ଛାଇ ହୋଇଗଲା ମନ ତାଙ୍କର। ସେ ଚିନ୍ତା କରି ପାରିଲେ ନାହିଁ କିଛି। ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ। ବାହାରେ ଖୁବ୍ ଥଣ୍ଡା ପବନ ପିଟୁଥିଲେ ବି କପାଳ ଉପରେ ତାଙ୍କର ବିନ୍ଦୁ ବିନ୍ଦୁ ଝାଳ ଫୁଟି ଉଠିଥିଲା ପରିଷ୍କାର। ପ୍ରାୟ ଦୁଇମିନିଟ୍ ଯାଏ ନୀରବରେ ବସି ରହିଲା ପରେ କ'ଣ ଭାବି ପୁଣି ଥରେ ଫୋନ ଉଠାଇଲେ ମିସେସ୍ ପାତ୍ର '' ହ୍ୟାଲୋ। ପୋଲିସ୍ ହେଡ଼୍ କ୍ୱାଟର୍ସ '' ନିର୍ଜୀବ ବିଦ୍ୟୁତ୍ବାହୀ ତନ୍ତ୍ରୀ ବହୁଦୂରରୁ ଉତ୍ତର ବହି ଆଣୁଥିଲା। ''ହଁ, ମୁଁ, ମି: ପଟ୍ଟନାୟକ; ଇନ୍ଚାର୍ଯ ଅଫିସର। ଆପଣ? '' ''ମୁଁ ମାନସପୁରୀରୁ କହୁଛି '' ''ଓଃ, ହଁ, ଖବର କ'ଣ ତେବେ? '' ''ଶୁଣନ୍ତୁ ମି: ପାତ୍ର-ଓ: ଆର: କି: ନମ୍ବର କାର୍ ସହିତ ସେ ଏଯାଏ ଫେରିନାହାନ୍ତି, ଯଦିଓ କାରଖାନାରୁ ରାତି ନଅଟାରୁ ଫେରିଲେଣି।